ଘରେ ଯାହା, ବାହାରେ ବି ସେଇଆ! ଲୋକଟି ବିଚାରା କାଠ ପରି ଛିଡ଼ା ହୋଇଛି। ଅଯଥାରେ ଅପେକ୍ଷାକରି କଷ୍ଟ ପାଇବା କି ଦରକାର? ଏମିତି କଷ୍ଟ ପାଇବାରେ କି ଆନନ୍ଦ? ହେଇ ଆସିଲେ। ହେଇ ଆସିବେ। ଆହା, ତମର ଏତେ ଡେରି କାହିଁକି ହେଲା? ଏଇଥି ପାଇଁ ତ ଏତେ କଥା। ବିଚରା ଲୋକଟି କାହା ପ୍ରେମରେ ପଡ଼ିଯାଇଛି। ତା' ନହେଲେ ଝଡ଼ ରାତିରେ ଏମିତି ବସ୍ଷ୍ଟାଣ୍ଡରେ ଏକା ଏକା ଠିଆ ହୋଇ ରହିବାର ମାନେ କ'ଣ? ମୁଁ ବି ଦିନେ ପ୍ରେମରେ ପଡ଼ିଥିଲି। ଏବେ ନୁହେଁ ଅନେକ ବର୍ଷ ତଳେ। ଏଇନେ ସମୟ ମୋର ଶତ୍ରୁ। ଆଉ ବୟସ; ଆହା; ଗଡ଼ିଗଲାଣି। ଲୋକଟି ବାଦ୍ଶାହୀ କାଇଦାରେ ଠିଆ ହୋଇଛି। ସମ୍ଭ୍ରାନ୍ତି ଘରର ବୋଧହୁଏ। ରାଜଧାନୀରେ ସବୁ ଶ୍ରେଣୀର ଲୋକେ ପ୍ରେମରେ ପଡ଼ନ୍ତି-। ମହିଳାମାନେ ବେଶି ଆଡ଼୍ଭାନସ୍ କି ନା! ତୃତୀୟ ବିଶ୍ୱଯୁଦ୍ଧ ଯଦି ନହୁଏ, ତେବେ ରାଜଧାନୀରେ ଅଭୂତପୂର୍ବ ପରିବର୍ତ୍ତନ ଘଟିବ। ରାସ୍ତାକଡ଼ରେ ଠିଆହୋଇ ଝିଅମାନେ ପ୍ରେମ କରିବେ। ଚୁମା ଖାଇବେ। ଚୁମା ଖାଇଲେ କୋଉଠି ମଣିଷ ଦୀର୍ଘାୟୁ ହୁଏ। ହୃଦ୍ଯନ୍ତ୍ର କ୍ରିୟା ଭଲ କାମ କରେ-। ଲୋକଟି ଦୂରରୁ ଦିଶୁଥିଲା ଖୁଣ୍ଟଟିଏ ପରି। ଯେମିତି ରବୀନ୍ଦ୍ର ମଣ୍ଡପଟି ମଲାମଣିଷର ଖପୁରି ପରି ଦିଶେ। ବସ୍ ଆସିପାରେ। ନ ଆସି ବି ପାରେ। ଝଡ଼ର ଗତି ଘଣ୍ଟାକୁ ନ'ଶହ କିଲୋ ସାଇକଲ୍ସକୁ ଟପି ଗଲାଣି। ଏକା ଏକା ଠିଆ ହୋଇ ବିରକ୍ତ ହୋଇଯିବା ଭଙ୍ଗୀରେ ଲୋକଟି ତା' ହାତଘଡ଼ିକୁ ଚାହୁଁଛି ବାରମ୍ୱାର। ଯେ' କେହି ଜଣେ ଦେଖା ହୋଇଗଲେ ସମୟ କଟିଯାନ୍ତା। ନୀଳିମା, ପ୍ରଣତୀ କିମ୍ବା କୁକୁମୀନା। ବଡ଼ ଦୁଃଖରେ ଠିଆ ହୋଇଥିବା ଲୋକଟି ହାଇ ମାରିଲା। ହାଇ ମାରିଲେ କେତେଟା ଆରାମ ଲାଗେ। ଝଡ଼ ଛାଡ଼ିବାର ଆଶା ନାହିଁ। ଯେମିତି ପଇସା ନ ପାଇବା ଯାଏଁ ତେଲେଙ୍ଗା ରିକ୍ସାବାଲା ଆରୋହୀକୁ ନଛାଡ଼ି କଟର କଟର ଲଗାଇଥାଏ। ଢିଲା ସେମିଜି ପିନ୍ଧା ଝିଅଟି ପରି ଲୋକଟି ଖୁବ୍ ହାଲୁକା ଭାବରେ ଆଗେଇଲା ଷ୍ଟଲ୍ ଆଡ଼କୁ। କାଚର ଦରଜା ଟାଣି ଭିତରକୁ ପଶିଲା। ସନମାଇକା ଲଗା ଯାଇଥିବା ଟେବୁଲ ପାଖେ ହାମୁଡ଼େଇ ପଡ଼ିଲା। ଯେମିତି ଗୋଟିଏ ବେଙ୍ଗ ଅନ୍ୟ ଏକ ବେଙ୍ଗ ଉପରେ। କିଛି ସମୟ ପରେ ନିଦ ମଳ ମଳ ଆଖିରେ ଗୋଟିଏ ଟୋକା ପଚାରିଲା; ବାବୁ; ଚା' ନାଁ କଫି? ଲୋକଟି ଉତ୍ତର ଦେଲା, ଏ ପାଖରେ କଫି କପ୍ଟିଏ ଅଣାଯାଉ। ଷ୍ଟ୍ରଙ୍ଗ କଫି। ଟେବୁଲ ଉପରେ ଅଧା ଶୋଇବା ଠାଣିରେ ଲୋକଟି କାନ୍ଥଘଡ଼ିକୁ ଅନେଇଲା। ଘଡ଼ିଟି ବେଲୁନ ଭଳି ତାକୁ ଲାଗିଲା। ଷ୍ଟଲ୍ଟି ଉଲଗ୍ନ ସ୍ତ୍ରୀମାନଙ୍କର ଛବିରେ ପୂର୍ଣ୍ଣ। ସମ୍ଭବତଃ ସେଗୁଡ଼ିକ ବିଭିନ୍ନ କମ୍ପାନୀର ବିଜ୍ଞାପନ କ୍ୟାଲେଣ୍ଡର। ବିରକ୍ତି ଓ ଘୃଣାରେ ଶିହରି ଉଠି ଲୋକଟି ମନକୁ ମନ କହିଲା; ରାଜଧାନୀରେ ବି ଲୋକଙ୍କର ରୁଚି ନାହିଁ। ଉପଭୋଗ କରିବାର ଆଦବ୍ କାଇଦା ମାଲୁମ ନାହିଁ। କାନ୍ଥରେ କ୍ୟାଲେଣ୍ଡର ଟାଣିବାଟା କେତେ ଓଲଡ୍ ଫେସନ୍। ଟୋକାଟି ଟେବୁଲ ଉପରେ କଫି କପ୍ଟିଏ ଆଣି ଥୋଇଲା। କଫି କପ୍ଟି ଦେଖି ଲୋକଟି ପାଟିରୁ ଲାଳ ଗଡ଼ିଲା। ପ୍ଲେଟରେ ଢାଳି ପିଇଲେ ଅଳ୍ପ ସମୟ ଭିତରେ ସରି ଯାଇପାରେ। ସେଥିପାଇଁ ଲୋକଟି ଖୁବ୍ ବିଦେଶୀ କାଇଦାରେ ଚାମଚରେ କଫି। ପିଇଲା। ନୀଳିମା, ପ୍ରଣତୀ କିମ୍ବା କୁକୁମୀନା କେହି ଜଣେ ଥିଲେବି ମଜା ଲାଗୁଥାନ୍ତା। ଲୋକଟି ହସି ହସି ପ୍ରେମ କରିବା ଢଙ୍ଗରେ କହୁଥାନ୍ତା, ''ତମେ ବି ଗୋଟିଏ ଚାମଚରେ କଫି ପିଇପାର। '' ସେମାନେ କେହି ଏପର୍ଯ୍ୟନ୍ତ ଆସିଲେନି। ଅନ୍ତତଃ ଜଣଙ୍କର ବି ଆସିବାର ଥିଲା। ସେମିତି ଦୃଢ଼ ଜବାବ ପାଇଥିଲା ବୋଲି ସିନା ଷ୍ଟାଣ୍ଡର ତୃତୀୟ ମହଲାରେ ଥିବା କ୍ୟାବିନରୁ ଗୋଟିଏ ରାତି ପାଇଁ ଭଡ଼ା ଆଣିଥିଲା। ରାତିକର ରତି ପାଇଁ ରାଜଧାନୀରେ ଯେ କୌଣସି କଷ୍ଟ ସହିବାକୁ ପ୍ରସ୍ତୁତ ହେବା ଉଚିତ। କଫି ପିଇସାରି ଲୋକଟି ଟୋକାକୁ ପଇସା ଦେଲା। ଆଉ ଦୟା ଦେଖାଇବା ଢଙ୍ଗରେ କିଛି ବକ୍ସିସ୍ ବି। କାଚ କବାଟ ଠେଲି ଲୋକଟି ପଦାକୁ ଚାଲି ଆସିଲା। ଝଡ଼ ହେଟା ବାଘପରି ରଡ଼ି ଛାଡ଼ୁଥାଏ। କାଲୁଆ ପବନରେ ବିଶ୍ରାମାଗାର ପ୍ରେତପୁରୀ ପରି ଗୁମୁରି ଉଠୁଥାଏ। ଲୋକଟି କିଛି ଜାଣିପାରୁ ନ ଥାଏ। ଫେଲ୍ଟକ୍ୟାପ୍ ପରି କ'ଣ ଗୋଟାଏ ମୁଣ୍ଡରେ ଗଳାଇ ଦେଇ ଲୋକଟି ତା' ହାତ ଘଡ଼ିକୁ ଚାହିଁଲା।